ସେ ଏକ ଅଶରୀରୀ। ତାହାର ରୂପରେଖ ନାହିଁ। ତାହାର ଅଛି ଏକ ପବିତ୍ର ହୃଦୟ, ଯେଉଁ ହୃଦୟ ସ୍ନେହର ମୂଲ୍ୟ ବୁଝେ, ପ୍ରେମର ମହତ୍ତ୍ଵ ବୁଝେ ଓ ପ୍ରେମକୁ ଦେବତାର ଆଶୀର୍ବାଦ ବୋଲି ଅସ୍ୱୀକାର କରେନାହିଁ। ତାହା ସଙ୍ଗେ ସଙ୍ଗେ ଅନ୍ୟଏକ ହୃଦୟର ଭାଷା ମଧ୍ୟ ବୁଝିପାରେ। ତଥାପି ଆଶାଲତା ରମାକାନ୍ତ ପାଖରେ ଆଶାର ଏକ। ପୁଷ୍ପିତା ଲତିକାରୂପେ ରହିଗଲା ଚିରକାଳ ପାଇଁ। ଦୁଇ ଦିଗ ହୀରାକୁଦ କଲୋନିର ଅନତିଦୂରରେ ସିଦ୍ଧତପା ମହାପୁରୁଷ ପରି ପୂର୍ବଦିଗକୁ ମୁହଁକରି ଯେଉଁ ଛୋଟ ପାହାଡ଼ଟି କେତେକେତେ ଯୁଗରୁ ଛିଡ଼ାହୋଇ ଆକାଶକୁ ଏକ ଧ୍ୟାନରେ ଅନାଇ ରହିଛି ତା'ର ନାମ ହେଉଛି 'କଳାପାହାଡ଼'। କେହି କେହି କହନ୍ତି ବୋଧହୁଏ ହିନ୍ଦୁ କୁଳାଙ୍ଗାର କଳାପାହାଡ଼ର ଅପବିତ୍ର ନାମାନୁସାରେ ଏହି ପାହାଡ଼ର ନାମ କଳାପାହାଡ଼ ରଖାଯାଇଛି। ଏହି ପାହାଡ଼ର ପାଦଦେଶରେ ସୁନାନଈ ଓ ତା'ର କୂଳରେ ଗୋଟିଏ ଛୋଟ ବସ୍ତି। ବାସିନ୍ଦା ସମସ୍ତେ ଚାଷୀ। ସେମାନଙ୍କର ଜୀବନଧାରଣର ଏକମାତ୍ର ପନ୍ଥା ଚାଷ। କିଏ ଜାଣିଥିଲା ଦିନେ ଏହି କଳାପାହାଡ଼ର ଦେଶରେ ଚାଷୀ ହେବ ଶ୍ରମିକ? ସତକୁ ସତ ଏହି ସୁନାନଈ କୂଳରେ ଛିଡ଼ାହେଲା ଗୋଟାଏ ବିରାଟ କାରଖାନା। ଉପରୁ ହୁକୁମ ଆସିଲା ସମସ୍ତଙ୍କୁ ଘରଦ୍ୱାର, ବିଲବାଡ଼ି, ବଗିଚା ଛାଡ଼ି ଦେବାକୁ ହେବ ଦେଶ ଓ ଦେଶର ସ୍ୱାର୍ଥ ଦୃଷ୍ଟିରୁ। ଚମ୍ପା ପ୍ରମାଦ ଗଣିଲା। ସତରେ କ'ଣ ସାମାନ୍ୟ କେତୋଟି ମୁଦ୍ରା ବିନିମୟରେ ସେ ତା'ର ପୂର୍ବପୁରୁଷର ଅର୍ଜିତ ଘରଡିହ, ବାଡ଼ିବଗିଚା ଛାଡ଼ିଦେଇ ପାରିବ? ସେ କୁଳର ବୋହୂ। ପଣତ ଅଣ୍ଟାରେ ଭିଡ଼ି ସେ କ'ଣ ରାସ୍ତାରେ ସାଧାରଣ ସ୍ତ୍ରୀ ଭଳି ଛିଡ଼ାହୋଇପାରିବ ନିଜର ପେଟ ଚାଖଣ୍ଡକ ପାଇଁ? ''ଅନ୍ୟର ସ୍ୱାର୍ଥ ପାଇଁ, ଦେଶ ଓ ଜାତିର ସଂହତି ପାଇଁ ଆମକୁ ସବୁ ତ୍ୟାଗ କରିବାକୁ ପଡ଼ିବ। ଆମ୍ଭେମାନେ ମଣିଷ। ସେବା ଆମର ଧର୍ମ। '' ନେତା ଗପିଯାଉଥାନ୍ତି। ଚମ୍ପାର ଆଖିରୁ ଧାର ଧାର ହୋଇ ଲୁହ ଗଡ଼ିଆସିଲା। ସେ କ'ଣ ସତେ ସମସ୍ତ ମମତା ତ୍ୟାଗକରି ରାସ୍ତାରେ ଠିଆ ହୋଇପାରିବ? ତାହାହିଁ ହେଲା। ଗାଁ ଛାଡ଼ିବାପରେ ଚମ୍ପା ଆସି ଆଶ୍ରୟ ନେଲା କୁଲିବସ୍ତିର ଗୋଟିଏ ଛୋଟ କୁଡ଼ିଆରେ। ସନିଆ କାମକୁ ଯାଏ। ଯାହା ମିଳେ ଦୁଇଟି ପେଟ ସୁରୁଖୁରୁରେ ଚଳିଯାଏ। ସନିଆର ଛାତି ପାଖରେ ଯାକିଯୁକି ହୋଇ ଶୋଇବାକୁ ଚମ୍ପାର ଇଚ୍ଛା। କାଳେ ସନିଆ କ'ଣ ଭାବିବ ସେଥିପାଇଁ ସେ ଉପରଠାଉରିଆ କହେ, ''ଅନ୍ୟ ଗୋଟିଏ ହେଁସରେ ସେ ଶୁଅନ୍ତା ଯେ ହେଲେ ଘୋଡ଼େଇ ହେବାକୁ ଗୋଟିଏ ବୋଲି ଲୁଗା। '' ଚମ୍ପାର କଥା ଶୁଣି ସନିଆ ଭାବେ ଚମ୍ପା ଅଲଗା ବିଛଣାରେ ଶୋଇଲେ ଚଳିବ କିପରି-? ସେଥିରେ ପୁଣି ଏ ଯେଉଁ ଶୀତ। ଚମ୍ପାର ଛାତି ଆନନ୍ଦରେ ପୂରିଉଠେ। କୁଲିବସ୍ତିର ଛୋଟ କୁଡ଼ିଆଖଣ୍ଡିକ କ୍ଷଣକପରେ ତାକୁ ଜଣାପଡ଼େ ସତେଯେପରି ତାହା ଗୋଟାଏ ରାଜପ୍ରାସାଦ ଓ ତାରି ଭିତରେ ସେ ଶୋଇଛି ତା'ର ଇହ ଓ ପରକାଳର ସ୍ୱପ୍ନକଳ୍ପିତ ରାଜକୁମାର ସନିଆର ଛାତି ପାଖରେ। ପତଳା ଲୁଗାରେ ଶୀତ ସମ୍ଭାଳି ହୁଏ ନାହିଁ। ଚମ୍ପା ସନିଆ ଆଡ଼କୁ ଅଧିକ ଲାଗିଆସେ। ତା'ର ମନ ବଗିଚାରେ ଅସଂଖ୍ୟ ପ୍ରଜାପତି ରଙ୍ଗିନ୍ ସ୍ୱପ୍ନଦେଖି ଉଡ଼ିବୁଲନ୍ତି। ମାତ୍ର ସବୁ ବ୍ୟର୍ଥ ପ୍ରୟାସ। ସେତେବେଳକୁ ସନିଆ ଗାଢ଼ନିଦରେ ଶୋଇଯାଇଥାଏ। ସାରାଦିନର କଠୋର ପରିଶ୍ରମ ସନିଆର ବଳିଷ୍ଠ ଦେହଟାକୁ ଅବଶ କରିଦିଏ। ଚମ୍ପା ମୋଟେ କିଛି ବୁଝେ ନାହିଁ। ତା'ର ମନ ଅବେଳରେ ମଉଳିଯାଏ। ସେ ବିଧାତାକୁ ଗାଳିଦେଇ କହେ ତାକୁ ଝିଅ ଜନ୍ମ ନ ଦେଇଥିଲେ ସତେଯେପରି ସୃଷ୍ଟି ଉଜୁଡ଼ି ଯାଇଥାନ୍ତା। ସେ ନିଜର କର୍ମକୁ ଦୋଷ ନ ଦେଇ କହେ ତା'ର ବାପଘରେ କ'ଣ ଭାତଲୁଗା ନ ଥିଲା? ସନିଆ ନିତି ସଞ୍ଜକୁ କାମରୁ ଫେରେ। ସେ ନିସ୍ତେଜ ହୋଇଯାଏ। ଚମ୍ପା ପିତାଶୁଖୁଆଟେ ପୋଡ଼ିଦେଇ ପଖାଳ କଂସା ଥୋଇଦେଲା ମାତ୍ରେ ସନିଆ ଏକ ନିଶ୍ୱାସରେ ସେତକ ଉଦରସ୍ଥ କରିଦେଇ ଗୋଟିଏ ସ୍ୱସ୍ତିର ହେକୁଟି ମାରି ଚମ୍ପା ଆଡ଼କୁ ଟିକିଏ ଲୋଭନୀୟ ଆଖିରେ ଅନାଇ ରହେ। ଚମ୍ପା ଲାଜରେ ଜଡ଼ ସଡ଼ ହୋଇ ଦୃଷ୍ଟି ଟିକିଏ ତଳକୁ କରି କହେ ''କିମିତି ଯେ ଗୋଟାଏ ଅଲାଜୁକ ମଣିଷ। '' ସନିଆ ହୋହୋ ହୋଇ ହସିଉଠେ। ସେ ଚମ୍ପାକୁ ଛାତି ଉପରକୁ ଭିଡ଼ିଆଣି ଗାଲପାଖରେ ମୁହଁ ଲଗାଇ କହେ ''ଚମ୍ପା ଆଜି ଟିକିଏ ସଅଳ ଖାଇଦେ। '' ଚମ୍ପାର ମୁହଁ ଲାଜରେ ରଙ୍ଗ ପଡ଼ି ଯାଏ। '' ବାକି କେଇପଦ ତଣ୍ଟିପାଖରେ ତା'ର ଅଟକି ଯାଏ।